ଇଉଓୟାରକି ମଧ୍ୟ କାନ୍ଦିଲା। ବାବା ତାହାର ମୁଣ୍ଡରେ ହାତ ବୁଲାଇ କହିଲେ, ପୁତ୍ର, ମୁଁ ତୋତେ ଯେ ଫେରିପାଇବି, ଏହା ମୋ ମନରେ କେବେ। ଆସିନି। ମୁଁ ତୋତେ ଆଉ ଛାଡ଼ି ଚାଲିଯିବାକୁ ଦେବିନି। ଏହାପରେ ଇଉଓୟାରକି ମୁହଁରୁ ଗୋଟି ଗୋଟି କରି ସବୁ କଥା ଶୁଣିଲେ। ତୁମର ପ୍ରଶଂସାରେ ଚତୁର୍ଦ୍ଦିଗ ମୁଖରିତ ହୋଇଉଠିଲା। ଇଉଓୟାରକି କହିଲା, ତୁମେ ଯେଉଁ ଦେଶର ଲୋକ, ସେ ଦେଶର ଲୋକମାନେ ଏକ ଅଦ୍ଭୁତ ଭାଷାରେ କଥା କହନ୍ତି, ସେ ଭାଷାର ନାମ ଓଡ଼ିଆ। ତୁମ ଦେଶର ନାମ ହିନ୍ଦୁସ୍ଥାନ। ବହୁ ଜାତି ଓ ବହୁ ଭାଷାର ଲୋକମାନେ ସେ ଦେଶରେ ରହନ୍ତି। ତୁମ ଦେଶ ଧର୍ମର ଦେଶ, ଭଗବାନଙ୍କୁ ତୁମ ଦେଶର ଲୋକମାନେ ଦେଖନ୍ତି। ତୁମର ସେବା ଶୁଶ୍ରୂଷା ଓ ଯତ୍ନପାଇଁ ଇଉଓୟାରକିର ଜୀବନ ରକ୍ଷା ହୋଇଛି। ବାବାଙ୍କ ଆଦେଶରେ ରାଜ୍ୟ ମଧ୍ୟରେ ଆନନ୍ଦର କୋଳାହଳ ମୁଖରିତ ହୋଇଉଠିଲା। ବନ୍ଦୀମାନେ କାରାମୁକ୍ତ ହେଲେ। ରାଜ୍ୟର ସର୍ବତ୍ର ଆନନ୍ଦର ଭୋଜି ଲାଗିଲା। ବାବା ପୁତ୍ରକୁ ପାଇ ଯେପରି ନବଜୀବନ ଲାଭ କଲେ। ଇଉଓୟାରକିର ସୁଖ୍ୟାତିରେ ମୋର ହୃଦୟ ଉଛୁଳି ପଡ଼ିଲା। ମୁଁ ମୋର ଅତିଥି ଦ୍ୱୟର ଆହାରାଦିପାଇଁ ଆହୁରି ମନୋଯୋଗୀ ହେଲି। ପରଦିନ ମୁଁ ମୋର ଅତିଥିର ଆଦର ଅଭ୍ୟର୍ଥନାପାଇଁ ଅଧିକ ଯତ୍ନବାନ ହେଲି। ବନ୍ଧୁକଟି କାନ୍ଧରେ ପକାଇ ଶିକାରରେ ବାହାରିଗଲି। ତିନୋଟି ବଣୁଆ କୁକୁଡ଼ା, ଚାରୋଟି ହଂସ ଶିକାର କଲି ଏବଂ ହ୍ରଦରେ ଜାଲ ଫିଙ୍ଗି କେତୋଟି ମାଛ ମଧ୍ୟ ଧରିଲି। ମୋ ଗୁହା-ଗୃହରେ ଖାଦ୍ୟଦ୍ରବ୍ୟର ଅଭାବ ନ ଥିଲା। ଶୁଖିଲା ମାଂସ ଥିଲା ପ୍ରଚୁର, ମୋର ସଞ୍ଚିତ ଅଣ୍ଡା–କୌଣସିଟିର ଅଭାବ ନାହିଁ। ତେଣୁ ଅତିଥିମାନଙ୍କୁ ମୋର ଏଇ ଦେଶରେ ଯାହା ମିଳେ, ସେଇ ସମସ୍ତ ଭଲ ଭଲ ଖାଦ୍ୟଦ୍ରବ୍ୟ ସଂଗ୍ରହ କରିବାକୁ ମୁଁ ଟିକିଏ ବୋଲି କୁଣ୍ଠାବୋଧ କରିନାହିଁ। ଖାଦ୍ୟଦ୍ରବ୍ୟର ସବୁ ବ୍ୟବସ୍ଥା କରି ମୁଁ କୋୟାନ ଗୋଲାର ଓ ତାଙ୍କ ସଙ୍ଗୀକୁ ସାଙ୍ଗରେ ଧରି ବୁଲି ବାହାରିଲି। ସେଦିନ ଆଲୋକ ବେଶ୍ ଉଜ୍ଜ୍ୱଳ ଥିଲା, କିନ୍ତୁ କୋୟାନ ଗୋଲାର ସେଥିପାଇଁ କୌଣସି କ୍ଳେଶ ବୋଧ କଲେ ନାହିଁ। ସେ ବେଶ୍ ପ୍ରଫୁଲ୍ଲ ମନରେ ହ୍ରଦର ତୀରେ ତୀରେ ଜଙ୍ଗଲରେ ଘୂରି ବୁଲୁଥିଲେ। ମୁଁ ପଚାରିଲି ଭାଇ, ତୁମେ ତ ଆଲୋକ ବେଶ ସହ୍ୟ କରିପାରୁଛ। ଇଉଓୟାରକି କିନ୍ତୁ ଏଇ କ୍ଷୀଣ ଆଲୋକର ଉତ୍ତାପ ମଧ୍ୟ ସହ୍ୟ କରିପାରୁନଥିଲେ। ସେଥିପାଇଁ ମୁଁ ତାଙ୍କ ସକାଶେ ଗୋଟିଏ ରଙ୍ଗୀନ ଚଷମା ପ୍ରସ୍ତୁତ କରି ନେଇଥିଲି। କୋୟାନ ଗୋଲାର କହିଲେ, ଚଷମା କାହାକୁ କହନ୍ତି? ମୁଁ ତାହାଙ୍କୁ ବୁଝାଇଦେଲି ଯେ, ଆମ୍ଭମାନଙ୍କ ଦେଶରେ ଚଷମା ବ୍ୟବହାର କରି ମଣିଷ ତାହାର ଦୃଷ୍ଟିଶକ୍ତି ଯେମିତି ଚଢ଼ାଇପାରେ, ପୁଣି ରଙ୍ଗୀନ ଚଷମା ଆଖିରେ ଦେଲେ ସୂର୍ଯ୍ୟ କିରଣର ପ୍ରଖରତା ଅନୁଭବ କରେନା। କୋୟାନ ଗୋଲାର କହିଲେ, ''ଆମ୍ଭମାନଙ୍କ ଦେଶରେ କେହି କେବେ ଚଷମା ବ୍ୟବହାର କରନ୍ତି ନାହିଁ। ଆଉ ମୋ କଥା କହୁଛ, ମୁଁ ଆଲୋକ ବେଶ୍ ସହ୍ୟ କରିପାରେ। କାରଣ କ'ଣ ଜାଣ? ମୁଁ କ୍ରାସ୍ଦୃପତ ନାମକ ସ୍ଥାନରେ କାମ କରେ। ସେ ସ୍ଥାନରେ ଆଲୋକ ଏଠାକାର ଆଲୋକ ଅପେକ୍ଷା ଆହୁରି ବେଶୀ ପ୍ରଖର। ଯେଉଁ ସମସ୍ତ ଲ୍ଲୁମ ନିଜ ଦେଶରୁ ବାହରକୁ ଯିବା ଆସିବା କରନ୍ତି ସେମାନେ ଆଲୋକର ଦୀପ୍ତ ତେଜ ସହ୍ୟ କରିପାରନ୍ତି। ମୁଁ ଦେଶର ବାହାରେ ରହେ ବୋଲି ପ୍ରଖର ଆଲୋକ ସହ୍ୟ କରିପାରୁଛି। ଆମ ଦେଶ ଆନ୍ଦୁର୍ମନଠାରୁ କ୍ରାସଦୃପତର